' ବାବାଜୀ କିଛି ନ କହି ଆଗେଇ ଚାଲିଲେ। କିଛି ବାଟ ଆଗେଇ ଗଲା ପରେ ଦେଖିଲେ ସତକୁ ସତ ଗୋଟିଏ ସାପ ତାଙ୍କୁ କାମୁଡ଼ିବାକୁ ଧାଇଁ ଆସିଲା। ବାବାଜୀ ମନ୍ତ୍ରଧୂଳି ତା'ଉପରେ ପକାଇ ଦେବାରୁ ସେ କେଞ୍ଚୁଆ ଭଳି ହୋଇଗଲା। ବାବାଜୀ କହିଲେ-'ରେ ସାପ, ତୁ ଯେଉଁ ହିଂସା-ଦ୍ୱେଷ କରୁଛୁ, ତାହାର ମୂଲ୍ୟ କ'ଣ? ତୁ ଏସବୁ ଛାଡ଼ି ଭଲ ବୁଦ୍ଧି କର। ' ସତକୁ ସତ, ସାପଟି ଆଉ କାହାରିକୁ କାମୁଡ଼ିଲା ନାହିଁ। ଏହା ଦେଖି ଗାଈଆଳ ଟୋକାଏ ତା'ଉପରେ ଟେକା-ପଥର ପକାଇ ତାକୁ ଖଣ୍ତିଆଖାବରା କଲେ। ତଥାପି ସାପଟି କାହାରି ଅନିଷ୍ଟ କଲା ନାହିଁ। ସେ ଏଥର କେବଳ ରାତିରେ ପଦାକୁ ବାହାରେ। ବହୁଦିନ ପରେ ସେ ସନ୍ନ୍ୟାସୀ ଫେରି ଗାଈଆଳ ପିଲାଙ୍କୁ ସାପଟି କଥା ପଚାରିଲେ। ପିଲାଏ କହିଲେ-''ସାପକୁ ଆମେ ଟେକା ମାରି ମାରିଦେଲୁଣି। ସେ କ'ଣ ଆଉ ଅଛି କି? '' ତପସ୍ୱୀ ଏ କଥା ନ ଶୁଣି ଆଗେଇ ଯାଇ ଡାକ ଦେଲେ। ସାପଟି କୃଶ ଶରୀରରେ ପହୁଞ୍ଚିଲା। ସନ୍ନ୍ୟାସୀ ତାକୁ ପଚାରିଲେ-'ତୋ ଦେହରେ ଏ ଘା' କାହିଁକି? ତୁ ଏତେ କୃଶ କାହିଁକି ହୋଇଯାଇଛୁ? ' ସାପଟି ହସି କହିଲା, ''ଗୁରୁଦେବ, ପିଲାଙ୍କର କିଛି ଦୋଷ ନାହିଁ। ମୁଁ ତାଙ୍କ ପ୍ରତି ପୂର୍ବେ ଯେପରି ଭାବ ଦେଖାଇଛି, ସେମାନେ ସେହିପରି କରିଛନ୍ତି। ମୁଁ ସୁଖ-ଶାନ୍ତିରେ ଅଛି। '' ସନ୍ନ୍ୟାସୀ କହିଲେ-'ସଂସାରରେ ଭଲ ଓ ମନ୍ଦଲୋକ ଉଭୟ ଅଛନ୍ତି। ମନ୍ଦଲୋକଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଫଁ ଫଁ କରିବାକୁ ହୁଏ, କିନ୍ତୁ କାହା ଉପରେ ବିଷ ଢାଳିବ ନାହିଁ। ' ଶ୍ରୀରାମକୃଷ୍ଣ ଦେବ ଏହି ଉପଦେଶଟି ଦେଇଛନ୍ତି। କାହାରି ଦୋଷ ଦେଖ ନାହିଁ ସ୍ୱାମୀ ବିବେକାନନ୍ଦ କହିଛନ୍ତି-କାହାରି ଦୋଷ ଦେଖ ନାହିଁ କିମ୍ୱା କାହାରି କୁତ୍ସାରଟନା କରି ନିଜର ଶକ୍ତିକ୍ଷୟ କର ନାହିଁ। ନିଜେ ଭଲ ହେବାକୁ ଯତ୍ନ କର। ଅପରର ଦୋଷ ଦେଖାଇବା ଦ୍ୱାରା ନିଜର କ୍ଷତି ହୁଏ। ଗୋଟିଏ ଗପ ଶୁଣ। ନିମଗଛ ତଳେ କେତୋଟି କୁଆ ବସି ସର୍ବଦା କଚର କଚର କରୁଥାନ୍ତି। ସକାଳ ସଞ୍ଜ ଆସନ ଜମାଇ ସର୍ବଦା କୁତ୍ସାରଟନାରେ ବ୍ୟସ୍ତ ଥାଆନ୍ତି। ଦିନେ ଗୋଟିଏ ପାରା ଉଡ଼ି ଆସି ସେଠାରେ ବସିଲା। ସେ କହିଲା, ''ହଇହେ, ତମେ ଯେତିକି ସମୟ ପରନିନ୍ଦାରେ କଟାଉଛ, ସେତିକି ସମୟ ତମ ଶାଗ ପଟାଳିରେ ପାଣି ଦେଲେ ଶାଗ ପାଆନ୍ତ। ଆନନ୍ଦରେ ରହନ୍ତ। '' ଏହା ଶୁଣି କୁଆ ପଞ୍ଝାକ ବିଚରା ପାରା ଉପରେ ଝାମ୍ପି ପଡ଼ି ତାକୁ କ୍ଷତବିକ୍ଷତ କରି ପକାଇଲେ। ତାହା ଦେଖି ପାରାଟି ଏତେ ଉପରକୁ ଉଡ଼ିଗଲା ଯେ ସେମାନେ ତାର ପତ୍ତା ପାଇଲେ ନାହିଁ। କୁଆଗୁଡ଼ାକ ସବୁଦିନ ପରି ସିମିତି ପରନିନ୍ଦା-ପରଚର୍ଚ୍ଚାରେ ଲାଗିପଡ଼ିଲେ। ଇମିତି ସମୟ ଆସିଲା ଯେ ସେମାନେ ନିଷ୍କର୍ମା ହୋଇଗଲେ। ଏପରିକି ବିଷ୍ଠା ଖାଇବାକୁ ମଧ୍ୟ ପାଇଲେ ନାହିଁ। ଦିନେ ଝଡ଼ ଉଠିଲା। ସେ ଝଡ଼ରେ କୁଆମାନେ ଉଡ଼ି ପାରିଲେ ନାହିଁ। ତାଙ୍କ ଉପରେ ନିମଗଛଟି ଚାପିହୋଇ ପଡ଼ିଲା। ସେମାନେ ଗଛତଳେ ପଞ୍ଚତ୍ୱ ପ୍ରାପ୍ତ ହେଲେ। ପାରାଟି ଶାନ୍ତ ଭାବରେ ନିଜକୁ ନିର୍ମଳ ରଖିବାକୁ ସର୍ବଦା ଯତ୍ନ କରିଥିବାରୁ ନିରାପଦରେ ରହିଲା। ସେ ତ ଅନ୍ୟର ଦୋଷ ଦେଖାଇବାରେ ଶକ୍ତିକ୍ଷୟ କରି ନଥିଲା, ତେଣୁ ସେ ଥିଲା ସବୁବେଳେ ଶାନ୍ତ ଏବଂ ସୁଖରେ କାଳାତିପାତ କଲା। ସେବାହିଁ ଧର୍ମ ଗୋଟିଏ ଗାଁରେ ଜଣେ ଧନୀ ଲୋକ ଥାଏ। ସେ ଖୁବ୍ ଜପତପ କରେ ଓ ମାଳା ଗଡ଼ାଏ। ଠାକୁର ମନ୍ଦିରରେ ବସି ଉଚ୍ଚ କଣ୍ଠରେ ମନ୍ତ୍ର ଉଚ୍ଚାରଣ କରେ। କିନ୍ତୁ ଦୁଃଖୀ ଦରିଦ୍ରମାନଙ୍କୁ ଘୃଣା ଚକ୍ଷୁରେ ଦେଖେ! ପରର ତୋଟି ନ କାଟିଲେ ତ କେହି ବଡ଼ ଲୋକ ହୋଇପାରେନା। ତେଣୁ ସେ ଗରିବ ଗୁରୁବାଙ୍କୁ ହୀନ ଆଖିରେ ଦେଖୁଥିଲା, ଏଣେ ଠାକୁରଙ୍କ ଆଗରେ ମାଳା ଗଡ଼ାଉ ଥିଲା। ସେଇ ଗାଁରେ ଗରିବ ଲୋକଟିଏ ଥିଲା। ସେ ସର୍ବଦା ପରୋପକାରରେ ରତ ରହିଥିଲା। ରାତିଅଧରେ କେହି ଡାକିଲେ ସାହାଯ୍ୟ କରିବାକୁ ଧାଇଁ ଯାଉଥିଲା। ଧନୀ ଓ ଗରିବ ଦୁହେଁ ଏକାବେଳରେ ମରିଗଲେ। ମରିଯିବା ପରେ ମାଳା ଗଡ଼ାଉଥିବା ଲୋକଟି ତେଲକୁଣ୍ତରେ ଉବୁଟୁବୁ ହୋଇ ଦେଖିଲା ଯେ ସେହି ଗରିବ ଲୋକଟି ସ୍ୱର୍ଗର ନନ୍ଦନକାନନରେ ଈଶ୍ୱରଙ୍କ ପାଖରେ ବୁଲୁଛି। ତହିଁରୁ ତା'ର ଆନନ୍ଦ ଝରିପଡ଼ୁଛି। ଧନୀଲୋକଟି ଫୁଟନ୍ତା ତେଲକୁଣ୍ତରୁ କହିଲା, ''ମୁଁ ଏତେ ଜପ-ତପ କଲି, ପୂଜା-ଆରାଧନା କଲି, ଅଥଚ ପ୍ରଭୁ!